ହଁ, କାରଣ ଗତ ରାତିର ଘଟଣାରେ ଏତେ ବିବ୍ରତ ହୋଇପଡ଼ିଥିଲି ଯେ... ବୁଝିଲି। ତମେ ଭଲ ଭାବରେ ଜାଣ ମିସେସ୍ ଚନ୍ଦ୍ରାବତୀ ଦାସ ବୋଲି ତମ ମାଆଙ୍କର କେହି ଅନ୍ତରଙ୍ଗ ବାନ୍ଧବୀ ନାହାନ୍ତି? କେହି ଥାଇପାରନ୍ତି, ଯାହାଙ୍କ ସହିତ ମୋର ପରିଚୟ ଆଦୌ ହୋଇନାହିଁ ଅଥବା ମୁଁ ତାଙ୍କୁ କେବେ ଦେଖିନାହିଁ। ଦେଖିଲେ ହୁଏ ତ ଚିହ୍ନିପାରିବ... ମାନେ, ତାଙ୍କର ନିଜର ନାମ ଯଦି ସେ ବଦଳାଇ ଥାଆନ୍ତି... ପରିଚିତ ହୋଇଥିଲେ ନିଶ୍ଚିୟ ଚିହ୍ନିପାରିବି। ମୀନାର ଠିକଣା ତମେ ଜାଣ? ଯୋଉଁଠାରେ ଅକ୍ଷୟ ସେନ୍ ସହ ମୋର ପରିଚୟ ହୋଇଥିଲା, ସେଇ ଗାଆଁ ଠିକଣାରେ ମୁଁ ଚିଠି ଦିଏ, ଆଉ ସେଇଠାରୁ ମଧ୍ୟ ଚିଠି ପାଏ। ଷ୍ଟିଅରିଂ କଣ୍ଟ୍ରୋଲ କରି ଖଣ୍ଡିଏ ସିଗାରେଟରେ ଅଗ୍ନି ସଂଯୋଗ କଲେ ଶତ୍ରୁଜିତ୍। କେତେକ ମୁହୂର୍ତ୍ତ ପରେ କହିଲେ—ତମରି ଭଳି ଆଉ କେତେକ ଝିଅ ଯେ ଏଇଭଳି ଦୁରବସ୍ଥା ଭିତରେ ରହିଛନ୍ତି, ଏକଥା ତମେ ମୋତେ କହୁଥିଲ? ହଁ। କିନ୍ତୁ ସେମାନେ ଏବେ ଯେ କୋଉଠି ଆଉ କି ପ୍ରକାର ରହୁଛନ୍ତି ତାହା ଜାଣିବା ମୋ ପକ୍ଷରେ ସମ୍ଭବ ନୁହେଁ। ତେବେ ବିଭିନ୍ନ କ୍ଲବ୍ ଆଉ ନାଇଟ୍କ୍ଲବ୍, ବଡ଼ବଡ଼ ହୋଟେଲମାନଙ୍କରୁ ସେମାନଙ୍କ ଭିତରୁ ନିଶ୍ଚୟ କାହାରିକୁ ଗୋଟିଏ ପାଇବେ। ତା'ପରେ ହଠାତ୍ କ'ଣ ଭାବି କହିଲା–ତେବେ ସେମାନଙ୍କର ଠିକଣା ହୁଏତ ଗୋଟାଏ ଜାଗାରୁ ମିଳିପାରିବ? ଶତ୍ରୁଜିତଙ୍କ ଚକ୍ଷୁ ଉଜ୍ଜ୍ୱଳ ହୋଇଉଠିଲା। ଉତ୍କଣ୍ଠିତା ଭାବରେ ସେ କହିଲେ–କୋଉଠୁ-? କଲିକତାରୁ... ଅବଶ୍ୟ ମୋର ଅନୁମାନ ଯେ କେତେଦୂର ସତ ସେକଥା ମୁଁ କହିପାରୁନାହିଁ। ତଥାପି ଏଠାକୁ ଆସିବା ଆଗରୁ ଅକ୍ଷୟ ସେନ୍ ମୋତେ କଲିକତାର ହଠାତ୍ ରହିଗଲା ମାୟା; ହୁଏତ ସେ କ'ଣ ମନେ ପକାଇବାକୁ ଚେଷ୍ଟା କରି ପାରୁ ନ ଥିଲା। ତା'ପରେ କହିଲା—କଲିକତା ମହାନଗରୀ ସହିତ ମୋର ବିଶେଷ ପରିଚୟ ନ ଥିବାରୁ ହଠାତ୍ ସେ ସ୍ଥାନଟିର ନାମ ମୋର ମନେ ପଡ଼ୁନାହିଁ। ତଥାପି ତାହା ଗୋଟିଏ ପ୍ରକାଣ୍ଡ ତ୍ରିତଳ ପ୍ରାସାଦ। ଉପରେ 'ମନାଶ୍ରୀ' ପିକ୍ଚରସର ସାଇନ୍ବୋର୍ଡ ରହିଛି। ବହୁତ ଧନ୍ୟବାଦ। ତା'ହେଲେ ଅକ୍ଷୟ ସେନ୍ ତମକୁ ସେଠାକୁ ନେଇଯାଇଥିଲା? ହଁ। ତା' ସହିତ ସେଠାରେ ମୁଁ ପ୍ରାୟ ଦଶଦିନ ରହିଥିଲି। ଆଉ ସେଠାରେ ଅନେକଗୁଡ଼ିଏ ଝିଅଙ୍କ ସହିତ ମୋର ମଧ୍ୟ ସାକ୍ଷାତ୍ ହୋଇଥିଲା। ମୋର ଯେତେଦୂର ବିଶ୍ୱାସ ସେମାନେ ମଧ୍ୟ ମୋ'ରି ପରି ସେତେବେଳେ ନୂଆ ଥିଲେ। ଛାୟା ନିଜର ନୋଟ୍ବୁକ୍ଟି ବନ୍ଦ କରି କହିଲା—ଅକ୍ଷୟ ସେନ୍କୁ ବାଦ୍ଦେଇ ଆଉ କେହି ପୁରୁଷ ଲୋକ ସେଠାରେ ଥିଲେ ନିଶ୍ଚୟ? ହଁ, ପ୍ରାୟ। ଜଣ। ସେମାନେ ହେଲେ ନୃତ୍ୟସଙ୍ଗୀତ ଶିକ୍ଷକ। ଆଉ ପ୍ରକୃତରେ ଏଇ କାରବେଟ୍। ଡ୍ୟାନ୍ସର ତାଲିମ ମୁଁ ସେଇଠାରୁ ପାଇଥିଲି। କିନ୍ତୁ ସମସ୍ତେ ଅକ୍ଷୟ ସେନ୍କୁ ସମ୍ମାନ ଦେଉଥିଲେ। ତା'ପରେ ବେଶ୍ ଦୀର୍ଘ କିଛି ସମୟ ପାଇଁ ଗତିଶୀଳ ଯାନ ଭିତରେ ଗମ୍ଭୀରତା ବ୍ୟାପି ରହିଥିଲା। ଗଭୀର ଚିନ୍ତା ଭିତରେ ବୁଡ଼ିରହି ଦ୍ରୁତବେଗରେ ଗାଡ଼ିଟିକୁ ଚଳାଇବାରେ ଲାଗିଥିଲେ ଶତ୍ରୁଜିତ୍। ଏରୋଡ୍ରୋମରେ ପହଞ୍ଚୁ ପହଞ୍ଚୁ ପାଞ୍ଚଟା ବାଜି ପନ୍ଦର ମିନିଟ୍ ଅତିକ୍ରାନ୍ତ ହୋଇସାରିଥିଲା-। ଠିକ୍ ତା'ର କିଛି ସମୟ ଆଗରୁ ଏସ୍. ପି. ରଜତ ବହିଦାର ଆଉ ବାନାମ୍ବର ମହାପାତ୍ର ଆସି ପହଞ୍ଚିଥିଲେ। ଶତ୍ରୁଜିତ୍ଙ୍କ ସହିତ ମାୟାକୁ ଦେଖି ଏସ୍. ପି. ସାହେବ ଆନନ୍ଦିତ ହୋଇଉଠିଲେ—ତା' ହେଲେ ଶେଷରେ ସରିତାଙ୍କୁ ଆପଣ ପାଇଲେ? କେବଳ ସରିତା ନୁହେ, ଆଜ୍ଞା କଲିକତାରେ ଥିବା ସେମାନଙ୍କର ତାଲିମ କେନ୍ଦ୍ରର ସୂଚନା ମଧ୍ୟ ମିଳିଛି। ମୋର ମନେହୁଏ ଆପଣ ପାଞ୍ଚ ସିଟର୍ର ବନ୍ଦୋବସ୍ତ କରିସାରିଛନ୍ତି। କିନ୍ତୁ ସରିତା ମଧ୍ୟ ସେଠାକୁ ଯିବା ନିହାତି ଦରକାର। ବେଶ୍ ଆପଣମାନେ ବସନ୍ତୁ। ମୁଁ ସେସବୁର ବନ୍ଦୋବସ୍ତ କରିଆସୁଛି। ଏସ୍. ପି. ସାହେବ ଦ୍ରୁତବେଗରେ ଓ୍ୱେଟିଂ ରୂମ୍ରୁ ବାହାରକୁ ଚାଲିଗଲେ। ମାୟା ଉପରୁ ଦୃଷ୍ଟି ଫେରାଇଆଣି ଶତ୍ରୁଜିତ୍ ନିକଟସ୍ଥ ଟେଲିଫୋନ୍ ବୁଥ୍ ଭିତରକୁ ଯାଇ ନିଜ ନମ୍ବରକୁ ରିଂ କଲେ। ଉତ୍ତର ଆସିଲା—ତନ୍ମୟବାବୁ ସୌଭାଗ୍ୟ ମିଶ୍ରଙ୍କୁ ନିଜର ଦୃଷ୍ଟି ଭିତରେ ରଖିଛନ୍ତି। ସେ ଏବେ ହୋଟେଲ 'ମେରୀନା'ରେ ରହୁଛନ୍ତି। ସୌଭାଗ୍ୟ ମିଶ୍ର ଅପ୍ଷ୍ଟେୟାରରେ। ଆପଣଙ୍କ ଅପେକ୍ଷାରେ ସେ ରହିଛନ୍ତି। ବହୁତ ଧନ୍ୟବାଦ, ସୁବ୍ରତ! ଆମେ ବୋଧହୁଏ କାଲି ସଂଧ୍ୟା ସୁଦ୍ଧା ଫେରିଆସିବୁଁ। ତା' ପୂର୍ବରୁ ତମେ ମିଶ୍ର ଏଣ୍ଡ୍ ମିଶ୍ର ଏଣ୍ଟରପ୍ରାଇଜର୍ସ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କର। ରିସିଭର ରଖି ଫେରିଆସିବା ବେଳେ ପ୍ରସନ୍ନ ବଦନରେ ଏସ୍. ପି. ସାହେବ କହିଲେ—ପ୍ଲେନ୍ର ବନ୍ଦୋବସ୍ତ ହେଇଗଲା।